'ଆପଣ କରି ନ ଥାଇ ପାରନ୍ତି। ଆପଣ ଦୁଃଖୀଶ୍ୟାମ ଦାଶ ଶ୍ରୀମତୀ ସୀତା ''ଶ୍ରୀମତି ସୀତା ଦେବୀ ପ୍ରତି କର୍ତ୍ତବ୍ୟ କରି ନ ଥାଇ ପାରନ୍ତି, କିନ୍ତୁ ସ୍ତ୍ରୀ ପ୍ରତି ସ୍ୱାମୀର କର୍ତ୍ତବ୍ୟରେ ତ ତ୍ରୁଟି ହେଇନାହିଁ। '' ''ମୁଁ ବୁଝିପାରୁ ନାହିଁ ତମ କଥା। ବରଂ ତମେଇ ବଡ଼ କଥା କହିବାକୁ ଆରମ୍ଭ କଲ। '' ''ବଡ଼ କଥା ନୁହେଁ। ନିହାତି ଛୋଟ କଥାଟିଏ। ଆପଣ ଏ ଗାଁରେ ଯେତୋଟି ସ୍ତ୍ରୀଙ୍କୁ ଜୀବନ ଦେଇ ଯେତୋଟି ସ୍ୱାମୀଙ୍କର ସୁହାଗ ସଂସାରକୁ ଟେକି ଧରିଛନ୍ତି, ସେତିକିରେ କ'ଣ ଜଣେ ସ୍ୱାମୀର କର୍ତ୍ତବ୍ୟ ପୂରା ହେଇ ନାହିଁ। ବରଂ ଢେର୍ ବେଶି ହେଇଚି। '' ''ଦେବକୀ ଦେଈ, ମଣିଷ ମୁଁ, ମୋର ଘରଦ୍ୱାର, ପିଲା କୁଟୁମ୍ୱ ଅଛନ୍ତି। ମୋତେ ସେମାନଙ୍କୁ ଯେମିତି ଦେଖିବାକୁ ହେବ, ପ୍ରତ୍ୟେକର ପିଲା କୁଠୁମ୍ୱଙ୍କୁ ସେମିତି ଦେଖିବା କଥା। ସମାଜରେ ଯେତେବେଳେ ସମସ୍ତେ କର୍ତ୍ତବ୍ୟ ହୁଡ଼ିବେ ନିଜର ପିଲା କୁଟୁମ୍ୱଙ୍କ ପ୍ରତି କର୍ତ୍ତବ୍ୟ କରିବାକୁ ଅକ୍ଷମ ହେବେ ସେତେବେଳେ ଜଣେ ଲୋକ ସମସ୍ତଙ୍କର କାମ ତୁଲାଇ ପାରିବ? '' ''ସମାଜର ଏଇ ଭୁଲ୍ପାଇଁ କାହାରିକି ତ ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିବ ପୁଣି? '' ''ଦେବକୀ ଦେଈ, ମୋର କେବଳ ଭୟ ହେଉଚି ଏ ପ୍ରାୟଶ୍ଚିତ୍ତ ପାଇଁ ମୁଁ ପ୍ରସ୍ତୁତ। ଏ ପ୍ରାୟଶ୍ଚିତ୍ତ ପାଇଁ ମୋର ଧୈର୍ଯ୍ୟ ଅଛି ତ? '' ''କେହି ଜାଣିଶୁଣି ବୋଧହୁଏ ପ୍ରସ୍ତୁତ ହୋଇ ନ ଥାଏ ଆଗରୁ। ଯିଏ ପ୍ରସ୍ତୁତ ହେବାକୁ ମନ କରୁଥାଏ, ତା'ର ପ୍ରସ୍ତୁତ ହେବା ସରେ ନାହିଁ। କାନ୍ଧରେ ପଡ଼ିଲେ ବଜେଇ ନେବାକୁ ହୁଏ ସେ ଯେମିତି ବାଜା ହେଉ। '' ଦୁଃଖୀଶ୍ୟାମ ସେଇ ଅସାଧାରଣ ମହିଳାଟିକୁ ଭଲ କରି ଚାହିଁଲା। ଦେବକୀ ଲଜ୍ଜାରେ ମୁହଁ ତଳକୁ କରିନେଲା। ଦୁଃଖୀଶ୍ୟାମ ଭାବିଲା କାହିଁକି ସମାଜର ଏ ପାପକୁ ଶିରରେ ଲଦି ପ୍ରାୟଶ୍ଚିତ୍ତ କରିବାକୁ ଆସିଛି ଏ ବଳେ ବଳେ! ପ୍ରତିଶୋଧ ନ ନେଇ ଏ ଆସିଛ ଶତ୍ରୁର ପାପ ପାଇ ନିଜେ ପ୍ରାୟଶ୍ଚିତ୍ତ କରିବାକୁ? ଏଇ ଦେବକୀ? ଏଇ ଦେବକୀ। ପିଲାଦିନୁ ବିଧବା। ତା'ର ମନେ ନାହିଁ, ସ୍ୱାମୀ ତା'ର କି ସ୍ୱଭାବ ଘେନିଥିଲା ସେ ଦିନେ ବାହା ହୋଇଥିଲା ଠିକ୍ ପିଲାଙ୍କ କଣ୍ଢେଇ ଖେଳ ପରି। ଖେଳଘର କଥାକୁ ଭୁଲିଲା ପରି ସେ ଭୁଲି ଗଲାଣି। ଖେଳ ଖେଳିବାଟା ହୁଏତ ମନେଥିବ। ହଁ ସେ ଦିନେ ଖେଳିଥିଲା ଏତିକି। କେଉଁ ଖେଳ, କେଉଁଠି କେଉଁଦିନ ସେ ଖେଳିଥିଲା, ତା' ତ ମନେ ନାହିଁ ତା'ର-। ସେମିତି ସେ ବି ଗୋଟେ ଖେଳ। ସେ ଖେଳଘର ଭାଙ୍ଗିଗଲା। ସେ ଖେଳଘର ପୋଡ଼ିଗଲା–ଜଳିଗଲା। ଆଉ କାହିଁକି? ଖେଳ କ'ଣ ସବୁଦିନେ ଲାଗି ଥାଆନ୍ତା କି? ତା'ର ମନେ ହେଲା ସତ ଘର କରିବାକୁ। ସମସ୍ତେ ତ ଦିନେ ଖେଳଘର ସାରି ସତ ଘର କରିବାକୁ ଦିନେ ନା ଦିନେ ଯାଆନ୍ତି ନିହାତି ଅଜଣା ଅଚିହ୍ନା ଜାଗାକୁ ପୁଣି ତା'ରି ପରି କେତେ ଝିଏ। ତା'ର ଏମିତି କି ଅପରାଧ ହେଇଗଲା କି? ଓଃ ସେ ଥରେ ବାହା ହେଇଚି। ଥରେ ବାହା ହେଲେ ଆଉ ଥରେ ବାହା ହୁଅନ୍ତି ନାହିଁ ପରା! ଠିକ୍ କଥା। ସେ ପୁରୁଷ ଜାତି ନୁହେଁ ମାଇପିଟାଏ। ହେଲା ଏବେ। କିନ୍ତୁ ସେ ବାହା ହେଇଚି ବୋଲି କହିଲା କିଏ? ତମେ ଜବରଦସ୍ତି ମାଡ଼ି ବସି କହିବନା ତୁ ବାହା ହେଇଚ କର ଅଲବତ୍ ହଁ କରିବୁ ଏଇୟା କହିବ? ବାହା ହେଲା କିଏ? ସେ ବାହା ହେଇଚି ନା, ତମେ ଜବରଦସ୍ତି ବାହା କରେଇଲ? ତମେ ନାବାଳକ ଥିଲେ ତମ ସମ୍ପତ୍ତି ବାହାର ଲୋକେ ବିକି ଭାଙ୍ଗି ପାରିବେ ନାହିଁ, ଆଉ ସେ ନାବାଳକ ଥିଲେ ତା' ସମ୍ପତ୍ତିଟାକୁ ଆଉ ଜଣକୁ ହସ୍ତାନ୍ତର କରିଦେଲ? ସେଥିପାଇଁ ସେ ଦାୟୀ ରହିବ କାହିଁକି? ଏ କୋଉଁ ନ୍ୟାୟ? ଝାଡ଼ାବାନ୍ତି ଛାଡ଼ିଗଲା। ଶେଷରେ ଗୋଟିଏ ବିଚିତ୍ର କଳାକାର ପରି ଶେଷ ସ୍ପର୍ଶ ଦେଇଗଲା ଦେବକୀ ଦେବୀଙ୍କଠି। ''ଦୁଃଖୀଶ୍ୟାମ! '' ''ଦୁଃଖୀଶ୍ୟାମ ନିଜକୁ ଡାକିଲା। ଦୁଃଖୀଶ୍ୟାମ ବୁଝିପାରୁ ନଥିଲା ସେ କ'ଣ କରିବ। ଘରେ ଆଉ କେହି ନାହିଁ। ଏକା ମା। ଧନୀ ମାଷ୍ଟରଟାବି ପଳେଇ ଯାଇଚି। ଥିଲେ ହେଲେ ସାହାଯ୍ୟ କରନ୍ତା। ଏକା ମା। ସେ ଭାତ ରାନ୍ଧିବ, ଘର ଦ୍ୱାର ଗୋରୁ ଗାଈ ସବୁ ଦେଖିବ କୋଉଁଟା ତ ନ ହେଲେ ନଚଲେ ପୁଣି ସେବା କରିବ କେତେବେଳେ? ଆଉ ଦୁଃଖୀଶ୍ୟାମ, ନିଜେ?